କହିଲି, ''ରୁଡ଼ଲ୍ଫ ଡିଜେଲ ଇଞ୍ଜିନ୍ ଉଦ୍ଭାବନ କରି ଯେଉଁ ଅପୂର୍ବ ପୁରସ୍କାର ପାଇଲେ, ତା'ର ପରିସମାପ୍ତି ହେଲା ଏମିତି ଭାବରେ ମେରିଆ। ଡିଜେଲ ଇଞ୍ଜିନ୍ ବ୍ୟବହାର କରୁଥିବା ଲୋକେ କ'ଣ ଜାଣନ୍ତି ଏହାର ଉଦ୍ଭାବକଙ୍କ ଜୀବନର ଏହି କରୁଣ କାହାଣୀ? କଥାଟି କହିସାରି ଲକ୍ଷ୍ୟକଲି ମେରିଆର ଚକ୍ଷୁ ଦୁଇଟି ସେତେବେଳକୁ ଛଳଛଳ ହୋଇ ଉଠିଥିଲା। ତାର ସରସତାକୁ ଫେରାଇ ଆଣିବା ପାଇଁ କହିଲି, ''ବଡ଼ ଗରମ ଲାଗିଲାଣି ମେରିଆ, ଚାଲ ପୁଣି ଥରେ ସମୁଦ୍ର ଜଳରେ ଝାସ ଦେବା। '' ଆମେ ଦୁହେଁ ଉଠିପଡ଼ି ଆଟଲାଣ୍ଟିକ ମହାସାଗରର ସେହି ଶୀତଳ ଜଳରାଶିଆଡ଼େ ହାତ ଧରାଧରି ହୋଇ ଦୌଡ଼ିଲୁଁ। ଏକ ଆଂଶିକ ସତ୍ୟ ଘଟଣା ଉପରେ ଗଳ୍ପଟି ରଚିତ। ଚତୁର୍ଥ ପରିସର ନିରାପତ୍ତା ପରିଷଦରେ ଆମେରିକା ବିରୁଦ୍ଧରେ ଋଷିଆ ଓ ଆଉ କେତେକ କମ୍ୟୁନିଷ୍ଟ ରାଷ୍ଟ୍ର ଅଭିଯୋଗ ଆଗତ କରିଥାନ୍ତି ଯେ ଆମେରିକା ମହାକାଶଚାରୀ ଦ୍ୱୟ ଗର୍ଡ଼ନ କୁପର ଓ ଚାର୍ଲସ କନରାଡ଼ ଗତ ମସିହା ଅଗଷ୍ଟ ମାସ ତାରିଖଠାରୁ ଯେମିନୀ ପଞ୍ଚମ ଅଭିଯାନରେ ପୃଥିବୀ ଚାରିପଟେ ଯେଉଁ ପରିନ୍ତ୍ରମା ଆରମ୍ବ କରିଛନ୍ତି, ସେଥିରେ ସେମାନେ ବିଭିନ୍ନ ଦେଶର ସାମରିକ ପ୍ରସ୍ତୁତି ଓ ଶକ୍ତିଶାଳୀତା ସମ୍ବନ୍ଧରେ ମହାକାଶରୁ ଥାଇ ନାନା ଗୁପ୍ତ ତଥ୍ୟ ଓ ଫଟୋ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି। ସେଇ ଅଭିଯୋଗର ଆଲୋଚନା ନେଇ ସେଦିନର ନିରାପତ୍ତା ପରିଷଦ ବେଶ୍ ସରଗରମ ହୋଇ ଉଠିଥାଏ। ମାର୍କିନ ସଭ୍ୟ ଅଭିଯୋଗ ବିରୁଦ୍ଧରେ ଯେତେ ପ୍ରକାର ଯୁକ୍ତି ବାଢ଼ିଲେ ହେ କମ୍ୟୁନିଷ୍ଟ ସଭ୍ୟମାନେ ଗ୍ରହଣ କରିବାକୁ ନାରାଜ। ନୂଆହୋଇ ଆମ ଦେଶନିରାପତ୍ତା ପରିଷଦର ସଭ୍ୟ ହୋଇଥିବାରୁ ଆମେ କେଉଁ ନୀତିଟା ନେବୁଁ, ଆଗରୁ ଠିକ୍ କରିଥିଲେହେଁ ପରିଷଦର ବାଗ୍ବିତଣ୍ଡା ଭିତରେ ଆମ ଦେଶର ମତକୁ ଉପସ୍ଥାପିତ କରିବାକୁ ସୁବିଧା ପାଉ ନ ଥାଏ। ପରିଷଦର କେତେକ ସଭ୍ୟ ମାର୍କିନମାନଙ୍କର ଏହି ଜେମିନୀ ଅଭିଯାନ ପ୍ରତି ସନ୍ଦେହ ଦୃଷ୍ଟିର ଦେଖୁଥିବାରୁ ବିଶେଷତଃ ଭିଏଟନାମ ଯୁଦ୍ଧରେ ଉତ୍ତର ଭିଏଟ୍ନାମ ତଥା ଭିଏଟ୍କଙ୍ଗମାନଙ୍କର ସାମରିକ ପ୍ରସ୍ତୁତିର ଟିକିନିଖି ଖବର ଏହି ଉପଗ୍ରହ ଜରିଆରେ ଆମେରିକା ସଂଗ୍ରହ କରୁଥିବାର ଗୁଜବ ପୃଥିବୀର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିବାରୁ ସଭ୍ୟମାନଙ୍କର ସନ୍ଦେହବେଳକୁ ବେଳ ଘନୀଭୂତ ହେବାରେ ଲାଗିଥାଏ। ଏହି ସନ୍ଦେହକୁ ଦୂର କରିବାର ଅନ୍ୟ କୌଣସି ଉପାୟ ନ ଦେଖି ମାର୍କିନ ସଭ୍ୟ ପରିଷଦରେ ଏକ ପ୍ରସ୍ତାବ ଦେଲେ ଯେ ନିରାପତ୍ତା ପରିଷଦର ସଭ୍ୟମାନେ ଆମେରିକା ପ୍ରତି ଯଦି ଏତେ ସନ୍ଦେହୀ, ତେବେ ଜେମିନୀ-ପଞ୍ଚମ ମହାକାଶଯାନ ପୃଥିବୀପୃଷ୍ଠକୁ ଅବତରଣ କରିବା ବେଳକୁ ପରିଷଦର ସଭ୍ୟମାନେ ସେମାନଙ୍କ ନିଜ ନିଜ ବିଶେଷଜ୍ଞଙ୍କୁ ନେଇ ଅବତରଣ ସ୍ଥଳରେ ଉପସ୍ଥିତ ହୋଇ ମହାକାଶଯାନଟିକୁ ପରୀକ୍ଷା କରିନେବା ଦରକାର। ସେମାନେ ଯଦି ତା କରିବାକୁ ଇଚ୍ଛା କରନ୍ତି, ମାର୍କିନ ସରକାର ସେ ସୁବିଧା ଦେବାକୁ ପ୍ରସ୍ତୁତ। ଆମେରିକା ସରକାର ନିଜର ନିର୍ଦ୍ଦୋଷତା ପ୍ରମାଣ କରିବା ପାଇଁ ଏମିତି ଏକ ପ୍ରସ୍ତାବ ଯେ ଦେବେ, କେହି ଆଶା କରି ନ ଥିଲେ। ହେଲେ ଯେତେବେଳେ ଦେଲେଣି, ନିରାପତ୍ତା ପରିଷଦର ସଭ୍ୟମାନେ କେମିତି ଆଟଲାଣ୍ଟିକ ମହାସାଗରରେ ଜେମିନୀ ପଞ୍ଚମର ଅବତରଣ ସ୍ଥଳକୁ ଯିବେ। ପରିଷଦର ସଭ୍ୟମାନଙ୍କୁ ପରୀକ୍ଷା କରିବାରେ ସାହାଯ୍ୟ କରିବା ପାଇଁ ଋଷିଆ, ସୁଇଜେଲାଣ୍ଡ, ସୁଇଡେନ ଓ ଇଂଲଣ୍ଡର କେତେ ଜଣ ଉପଗ୍ରହ ବିଶେଷଜ୍ଞଙ୍କୁ ନିରାପତ୍ତା ପରିଷଦର ଦଳ ସହିତ ମଳିତ ହେବ ପାଇଁ ନିମନ୍ତ୍ରଣ ଚାଲିଗଲା-। ଆହୁରି ଠିକ୍ ହେଲା, ବିଶେଷଜ୍ଞମାନେ କେମିନୀ ପଞ୍ଚମର। ମହାକାଶଯାନ ସମୁଦ୍ରରେ ଅବତରଣ କରିବା କ୍ଷଣି ଏହାକୁ ନିରାପତ୍ତାପରିଷଦର